ନିମନ୍ତେ ଯେତେ ପ୍ରକାରର ରଥ ବ୍ୟବହାରରେ ଆସୁଛି, ତାହା ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ। ବହୁ ପ୍ରାଚୀନ ସମୟରୁ ରଥତ୍ରୟର ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରାନୁମୋଦିତ। ରଥ ନିର୍ମାଣ ସମ୍ବନ୍ଧରେ ମାନସାର ସଂଗ୍ରହାଦି ଗ୍ରନ୍ଥମାନଙ୍କରେ ସବିଶେଷ ବିଧିବିଧାନ ରହିଛି।ଶିଳ୍ପସାର ସଂଗ୍ରହ ପୋଥିର ଦ୍ୱିତୀୟ ଖଣ୍ଡରେ ରଥର ମୂଳରୁ ଚୂଳ ପର୍ଯ୍ୟନ୍ତ ମୋଟ ସତାଇଶି ଭାଗ କରାଯାଇଛି। ପ୍ରତ୍ୟେକ ଭାଗକୁ 'ଚଉଠା' ଓ ଚଉଠା ଦେଢ଼ ଭାଗକୁ 'ଆଙ୍ଗୁଳ' ବା 'କଳା' କୁହାଯାଏ। ରଥର ତଳ ଚକଡ଼ାର ଦୈର୍ଘ୍ୟ ସତାଇଶି ଚଉଠା। ଏହି ଚକଡ଼ାକୁ ନଅ ଭାଗ କରି ଦଶ ଧାରଣା ପକାଯାଏ। ପ୍ରଥମ ଛଅ ଧାରଣାର ଲମ୍ବ ସତାଇଶି ଚଉଠା, ଦ୍ୱିତୀୟ ଧାରଣାର ଲମ୍ବ ଏକୋଇଶି ଚଉଠା ଓ ତୃତୀୟ ଧାରଣାର ଲମ୍ବ ପନ୍ଦର ଚଉଠା।ମୁହାଣର ଲମ୍ବ ପନ୍ଦର ଚଉଠା, କୁଡ଼ୁକାର ଲମ୍ବ ଧାରଣ ମହଲାକୁ ତିନି ଚଉଠା, ଏପରି ଚାରି କୋଣରେ ଆଠ କୁଡ଼ୁକା ଦେବ। ବଡ଼ ଦୁଇ ଅଖ ଲମ୍ବ ତ୍ରିଶ ଚଉଠା, ଛୋଟ ଦୁଇ ଅଖ ଲମ୍ବ ଚୋବିଶ ଚଉଠା। ଏହି ଏକ ଚଉଠାକୁ ବାର ଭାଗ କରାଯାଏ। ସତର ଚଉଠ ଆଠ ଆଙ୍ଗୁଳରେ ବଡ଼ ଅଖ ଦୁଇ ଗୋଟି ପୁଡ଼ା ଡାଇ ହାଣିବ।ଗୁଳିର ଉଚ୍ଚ ପାଞ୍ଚ ଚଉଠ ଆଠ ଅଙ୍ଗୁଳ। ଗୁଳି ବହଳ ଛାଡ଼ି ଛାଡ଼ି ଅଖରେ କାନ କିଳା ବିନ୍ଧ କରିବ। ମୁହାଣକୁ ଗୁଳି ନିଶ୍ୱାସ ଆଠ ଅଙ୍ଗୁଳ ଛାଡ଼ି ଧାରଣାରେ ଅଖର କାବିଳା କଣ୍ଟା ବିନ୍ଧ କରିବ। ମୁହାଣ ମଝାଲକୁ ଆଠ ଚଉଠ ଚାରି ଅଙ୍ଗୁଳ ଛାଡ଼ି ବଡ଼ ଅଖ କାବିଳ ବିନ୍ଧ ଧାରଣାରେ କରିବେ। ଦଶ ବାହି ପ୍ରକାରେ ଗୋଜଫୁଲି କରି ଜଳନ୍ତରିଆ ଖୋଜ ବିନ୍ଧ କରିବ। ଧାରଣା ବାହି ଉପରେ ଜିଆ ଆଠ ଚଉଠରେ ନାଇକା ବିନ୍ଧ କରିବ। ନାଇକା ପାଖ ଜଳନ୍ତରିଆ ଖିଜ ଚାରି ଚଉଠ ବାର ଅଙ୍ଗୁଳ ଉଚ୍ଚ ଖୁସି କରିବ। ଏଥି ଉପରେ ଛନ୍ଦା ପକାଇବ। ଚକଡ଼ା ଚାରିପାଖ ଧାରଣାକୁ ଛନ୍ଦାକୁ ଟୀକା କରିବ। ଧାରଣା ଉପରଠାରୁ ଜିଆ ମିଶି ନାଇକା ଚଉଦ ଚଉଠ ରଖି ଖୁସି କରିବ।ସିଂହାସନର ଉଚ୍ଚ ବାର ଅଙ୍ଗୁଳ କରିବ। ଜିଆ ବହଳ ବାର ଆଙ୍ଗୁଳ କରିବ। ଓସାର ଏକ ଚଉଠା, ନାଇକା ଉପରେ ଆଠ ଚଉଠାର ଚଉତାଳ କରିବ। ପ୍ରଥମେ ଭୂଇଁ ଲଦିବ। ଭୂଇଁ ବହଳ ପାଞ୍ଚ ଆଙ୍ଗୁଳ, ଫୁଲିଠାରୁ ଭୂଇଁ ଅଁଳା ଦୁଇ ଚଉଠ ଚାରି ଆଙ୍ଗୁଳ। ଭୂଇଁ ମଝାଲ ସୂତାଠାରୁ ଦୁଇ ଅଙ୍ଗୁଳ ରଖି ଗୈ ହାଣିବ। ପାଖୁଡ଼ା ତିନି ଚଉଠ ଚାରି ଇଙ୍ଗୁଳ, କୋଣ ପାଖୁଡ଼ା ଏକ ଚଉଠ ଚାରି ଆଙ୍ଗୁଳ, ଫୁଲିଠାରୁ ଏକ ଚଉଠ ଲେଖା ଛାଡ଼ି ଦୁଇ ପାଖୁଡ଼ା ବସାଇବ। ଏହିପରି ଚାରିପାଖେ ଷୋହଳଗୋଟି ପାଖୁଡ଼ା ମାରିବ। ଫୁଲିଠାରୁ ଏକ ଚଉଠ ଦୁଇ ଅଙ୍ଗୁଳ ଲେଖାରେ ହଂସପାଦି ପକାଇ ଏକ ଚଉଠ ଉଚ୍ଚରେ ଚଢ଼େଇ ଖୋଜ ବସାଇବ। ଏଥିରେ ଉପରେ ପାଖୁଡ଼ା ହଂସପାଦି ମାରିବ। ଚାରିପାଖେ ହାରାମାଳି ମାରିବ।ଏଥି ଉପରେ ଛଅ ଚଉଠିରେ ବିନ୍ଧ କରି ଆଠ ଆଙ୍ଗୁଳ ଛାଡ଼ି ଓରା ପକାଇବ। ଏହା ପରେ ଦ୍ୱିତୀୟ ଭୂଇଁ, ଦ୍ୱିତୀୟ ପାଖୁଡ଼ା ମାରିବ। ଏପରି ଚାରିଦିଗେ ବାର ପାଖୁଡ଼ା ମାରିବ। ତୃତୀୟ ପୁର ଭୂଇଁ ଚଉତାଳ ଛଅ ଚଉଠରେ ବସିବ।ପ୍ରଥମେ ପଟଳ ଲମ୍ବ ଆଠ ଚଉଠ, ରାହା କାଟଣ ଶେଷଠାରୁ ଚଉଦ ଆଙ୍ଗୁଳ ଉଚ୍ଚ, ଦ୍ୱିତୀୟ ରାହା ମଧ୍ୟ ବାର ଆଙ୍ଗୁଳ ଉଚ୍ଚରେ କାଟଣ ହେବ। ଏହିପରି ଚାରିପାଖ ପଟଳ କରିବ। ପ୍ରଥମ ସାତପୁର ପଟଳ ଉଚ୍ଚ ଦୁଇ ଚଉଠ, ସାତପୁରରେ କୋଣ ଓରା ପକାଇ ପଟଳ ଲଦିବ। ପଟଳ ଭୂଇଁ ଉପରଠାରୁ ବଡ଼ ଖୋଜ ମଧ୍ୟ ଚୌତାଳରେ ଦୁଇ ଚଉଠ ବାର ଆଙ୍ଗୁଳ ରଖି ବସାଇବ। ଏଥି ଉପରେ ପାରାଭାଡ଼ି ଭୂଇଁ ତିନି ଚଉଠ ଆଠ ଆଙ୍ଗୁଳରେ ଚଉତାଳ କରି ବସାଇବ। ପ୍ରଥମ ସାତପୁର ପଟଳ ଉପରେ ପଟଳ ଭୂଇଁ ଲଦା ହେବ। ଦ୍ୱିତୀୟ ରାହା ଦୁଇ ଅଙ୍ଗୁଳ ଲେଖାରେ ପୁରକୁ ପୁର ସାତପୁର କାଟିବ। ଦ୍ୱିତୀୟ ସାତପୁର ପଟଳ ଦୁଇ ଚଉଠ କରିବ। ଏଥି ଉପରେ ଏକ ଚଉଠ ଉପରେ ମାଙ୍କଡ଼ ଦୁଇଗୋଟି ଚଉତାଳ କରି ପକାଇବ। ଦଧିନଉତି ଦୁଇ ଚଉଠ ଉଚ୍ଚରେ ମାଙ୍କଡ଼ଛନ୍ଦା ଉପରେ କଳସ, ଚକ୍ର ଓ ପତାକା ହେବ। କଳଶା